ଏବେ ତାହା ତିନିଖଣ୍ଡ ବି ହେଲାଣି। ଗୋଟିଏ ଭୂମି ଘଟଣାପ୍ରବାହର ଆଘାତରେ ତିନୋଟି ଦେଶରେ ପରିଣତ ହେଲାଣି। ଏବେ ତିନି ଦେଶରେ ତିନିଟା ପତାକା, ଜାତୀୟ ସଂଗୀତ ମଧ୍ୟ ତିନୋଟି। ତିନୋଟି ରାଷ୍ଟ୍ରର ଅଧିନରେ ମଣ ହେଉଥିବା ତିନି ଯୂଥ ନାଗରିକ। ଏସବୁ ଏପରି ହେବ ବୋଲି ସଂଗ୍ରାମଟି ସମୟରେ କେହି ଚିନ୍ତା କରିନଥିଲେ। ସତେଯେପରି ଅସଲ କୌଣସି ନିୟତିର ବିରୋଧାଚରଣ କରି ମସିହାରେ ଭୂମିଟା ଦୁଇଭାଗ ହୋଇଗଲା। ସ୍ୱାଧୀନତା ସଂଗ୍ରାମଟି ସତେ ଅବା ଧକ୍କା ଖାଇଗଲା ପରି ଅନୁଭବ ହେଲା, ମିଳିବାର ଆନନ୍ଦ ଅବଶ୍ୟ ଥିଲା। ମାତ୍ର ଗୋଟିଏ ଘର ଦୁଇଟା ହୋଇଗଲା ବୋଲି ଚେତିବା ବେଳକୁ ନିଜର ହୃଦୟ ଭିତରେ ଭାରି ଖାଁ ଖାଁ ଲାଗୁଥିଲା। ଆମେ ପ୍ରକୃତରେ ନିଜକୁ ନିଜେ ଧୋକା ଦେଇ ପକାଇଲେ କି? ବୋଲି ନିଜକୁ ପଚାରିବାକୁ ଇଚ୍ଛା ହେଉଥିଲା। ଏବଂ ସେହି ପ୍ରଶ୍ନଟିର ହୁଏତ ଏବେ ମଧ୍ୟ ଏକ ପ୍ରାସଙ୍ଗିକତା ରହିଛି। ସେହି ସଂଗ୍ରାମ ସମୟର ଦୁଇଜଣ ବ୍ୟକ୍ତି ଏବେ ମଧ୍ୟ ଭାରି ମନେ ପଡୁଛନ୍ତି। ଜଣେ ହେଉଛନ୍ତି ଶ୍ରୀ ମହମ୍ମଦ ଅଲ୍ଲୀ ଜିନ୍ନା ଓ ଆଉ ଜଣେ ହେଉଛନ୍ତି ଶ୍ରୀ ଭୀମରାଓ ଆମ୍ବେଦକର। ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଏ ଦୁହେଁ ଭାରତ ପକ୍ଷରେ ନଥିଲେ, ସେମାନେ ବ୍ରିଟିଶ ପକ୍ଷରେ ରହିଥିଲେ। ଅର୍ଥାତ୍ ବ୍ରିଟିଶ୍ ସରକାର ସ୍ୱାଧୀନତା ଆନ୍ଦୋଳନକୁ ଯୁକ୍ତିରେ କାଟି ଫୋପାଡ଼ି ଦେବାର ତାଲିକାରେ ସେହି ଦୁଇଜଣଙ୍କୁ ଗେହ୍ଲାପୁଅ ପରି ବ୍ୟବହାର କରୁଥିଲେ। ଜିନ୍ନା କିମ୍ବା ଆମ୍ବେଦକର କେହି ଜଣେ ହେଲେ ଭାରତବର୍ଷ ସ୍ଵାଧୀନତା ଲାଭ କରୁ ଏବଂ ବ୍ରିଟିଶ ଶାସନର ଅନ୍ତ ହେଉ ବୋଲି ଇଚ୍ଛା କରୁନଥିଲେ। ସେମାନେ ତ ଓଲଟି କେଡ଼େ ବଡ଼ ପାଟିରେ କହୁଥିଲେ ଯେ ହେ ବ୍ରିଟିଶ ସରକାର, ତୁମେ ଭାରତବର୍ଷ ଛାଡ଼ି ମୋଟେ ଯାଅନାହିଁ। ତୁମେ ଗଲେ କଂଗ୍ରେସ ନାମକ ହିନ୍ଦୁ ସଂଖ୍ୟାଗରିଷ୍ଠତା ଆମର ଆଉ ସତ୍ତା ରଖିବ ନାହିଁ। ତୁମେ ଏହି ଦେଶରେ ରହିଥିବା ପର୍ଯ୍ୟନ୍ତ ଏଠାରେ ମୁସଲମାନ ଏବଂ ଅସବର୍ଣ୍ଣ ମାନଙ୍କୁ ସୁରକ୍ଷା ମିଳିପାରିବ। ସେତେବେଳେ ଭାରି ମନେ ହେଉଥିଲା ଯେ, ବ୍ରିଟିଶ ସରକାର ଭାରତର ସ୍ୱାଧୀନତା ସଂଗ୍ରାମକୁ ଖୁମ୍ପା ମାରିବାରେ ଲାଗିଥିବେ ବୋଲି ଉକ୍ତ ଦୁଇଜଣ ବ୍ୟକ୍ତିଙ୍କୁ ପ୍ରାୟ କଣ୍ଢେଇପରି ନଚାଇବାରେ ଲାଗିଥିଲେ। ଭାରତର ବାହାରେ ସେମାନଙ୍କୁ ଶିଖଣ୍ଡୀ କରି ଛିଡ଼ା କରାଇ ଦେଉଥିଲେ ଏବଂ ଭାରତବର୍ଷର ସମସ୍ତେ ବ୍ରିଟିଶ ହୁକୁମତ ଏଠାରୁ ଚାଲିଯାଉ ବୋଲି ଯେ ମୋଟେ ଇଚ୍ଛା କରୁନାହାନ୍ତି, ସେଇଥି ସେଥିପାଇଁ ପ୍ରମାଣ ବାଢ଼ି ଦେଉଥଲେ। ଭାରତୀୟ ଜାତୀୟ କଂଗ୍ରେସରେ ଅଧିକ ସଂଖ୍ୟକ ବ୍ୟକ୍ତି ହିନ୍ଦୁ ଘରୁ ଆସିଥିଲେ ସତ, ମାତ୍ର କଂଗ୍ରେସ ଆଦୌ ହିନ୍ଦୁମାନଙ୍କର ଏକ ସଂଗଠନ ବା ଅନୁଷ୍ଠାନ ନଥିଲା। ସ୍ଵାଧୀନତା ସଂଗ୍ରାମଟି କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନଥିଲା ସେହି ସଂଗ୍ରାମର ମାନଚିତ୍ରରେ ସମଗ୍ର ଭାରତବର୍ଷ ହିଁ ରହିଥିଲା ଏବଂ ଏହି ଭୂମିରେ ବାସ କରୁଥିବା କୋଟି କୋଟି ମନୁଷ୍ୟଙ୍କର ସ୍ୱାଧୀନ ହେବାର ପିପାସାକୁ ବ୍ୟକ୍ତ କରିଥିଲା। ସେହି ସଂଗ୍ରାମରେ ମୌଲାନା ଆଜାଦ୍ ଥିଲେ, ଖାଁ ଅବଦୁଲ ଗଫର ଖାଁ ମଧ୍ୟ ଥିଲେ। ଭାରତୀୟ ଏହି ସ୍ୱାଧୀନତାର ଦୀର୍ଘ ଇତିହାସରେ ଲାହୋର ଓ ଚଟ୍ଟଗ୍ରାମ ପ୍ରଭୃତି ନାମ ଚିରଦିନ ନିମନ୍ତେ ନିତ୍ୟ ସ୍ମରଣୀୟ ହୋଇ ରହିଥିବ। ବିଶେଷ ଭାବରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ସୀମାନ୍ତ ଗାନ୍ଧୀଙ୍କର ବଳିଷ୍ଠ ନେତୃତ୍ୱରେ ଯେଉଁ ଲାଲ୍କୁର୍ତ୍ତା ବାହିନୀ ନିଜକୁ ଖୁଦାଇ ଖିଦମ୍ଗାର ବୋଲି କହୁଥିଲା, ଜାତୀୟ ସଂଗ୍ରାମରେ ତାହା ଏକ ଅତି ବଳିଷ୍ଠ ଅଣ୍ଟା ପରି ହୋଇ ରହିଥିଲା। ସେହିପରି ଅସବର୍ଣ୍ଣ ସମାଜରୁ ମଧ୍ୟ ବହୁ ଲୋକ ଆମ ସ୍ୱାଧୀନତା ସଂଗ୍ରାମରେ ରହିଥିଲେ ତଥାପି ଭାରି ସିଆଣିଆ ବ୍ରିଟିଶ୍ ଶାସନ ଜିନ୍ନାଙ୍କୁ ମୁସଲମାନ ମାନଙ୍କର ଏବଂ ଆମ୍ବେଦକରଙ୍କୁ ଅସବର୍ଷ ମାନଙ୍କର ଏକମାତ୍ର ପ୍ରତିନିଧି